ଗଲାବେଳକୁ ଅଦ୍ଭୁତ ରକମର ଗୋଟାଏ ଗର୍ଜନ କରେ। ସତେ ଯେପରି ଥଟ୍ଟା କରି ଶିକାରୀଙ୍କୁ କହେ, ''ବାସିଥା ଭଣଜା, ମୋ କାମ ସରିଗଲାଣି, ମୁଁ ଯାଉଛି। '' ବାଘର ସାହସ ବଢ଼ିଗଲା। ସେ ଦିନବେଳା ମଧ୍ୟ ଗାଁ ଭିତରକୁ ଆସି ଶିକାର ଛକିଲା। ଦିନେ ଚାରିଟାବେଳେ ଲୋକେ ବାଘକୁ ଦେଖିଲେ। ଶିକାରୀଙ୍କୁ ଆସି ଖବର ଦେଲେ। ଶିକାରୀ ସାଙ୍ଗେସାଙ୍ଗେ ବନ୍ଧୁକ କାନ୍ଧରେ ପକାଇ ବାହାରି ପଡ଼ିଲେ। ଗାଁଲୋକେ ମନା କରୁଥାନ୍ତି; କିନ୍ତୁ ଶିକାରୀ କାହିଁକି ବା ତା ଶୁଣିବେ? ସେ କେତେ ବାଘ ମାରିଛନ୍ତି, ଏହି ଛାର ବାଘଟା ଲାଗି ଏତେ ଦହଗଞ୍ଜ! ଲୋକେ ମନା ସିନା କରୁଥିଲେ, ଶିକାରୀ ଆଗେଆଗେ ଯିବାରୁ ଠେଙ୍ଗାବାଡ଼ି ଧରି ପଛରେ ଚାଲିଲେ। ଗାଁ ମୁଣ୍ଡରେ ଅଳ୍ପ ବଣ, ଆଣ୍ଠୁଏ ଉଚ୍ଚ ଘାସ, କଣ୍ଟାବୁଦା। ଶିକାରୀ ଏପାଖ ସେପାଖ ବାଘ ଖୋଜି ବୁଲୁଛନ୍ତି। ତାଙ୍କ ମନରେ ବଡ଼ ରାଗ। ଯେ କୌଣସି ପ୍ରକାରେ ହେଉ ଆଜି ବାଘଟାକୁ ମାରିବାକୁ ହେବ। ନ ହେଲେ ଗାଁ ଲୋକଙ୍କ ପାଖରେ ମାନମର୍ଯ୍ୟାଦା ରହିବ ନାହିଁ। ଏହି ସମୟରେ ପଛରୁ କିଏ ଡାକ ପକାଇଲା, 'ବାଘ'। ଶିକାରୀ ଫେରିପଡ଼ି ଚାହିଁଦେଲେ। ପଛରେ ତାଙ୍କଠାରୁ ମୋଟେ ପାଞ୍ଚ ଛ ହାତ ଦୂରରେ ବାଘ ଠିଆ ହୋଇ ତାଙ୍କୁ ଛକିଛି-। ସେ ସାଙ୍ଗେସାଙ୍ଗେ ବନ୍ଧୁକ ସଜାଡ଼ି ଧଇଲେ; ମାତ୍ର ଘୋଡ଼ାଟି ଟିପା ହୋଇପାରିଲା ନାହିଁ। ଆଗରୁ ବାଘ ତାଙ୍କ ଉପରକୁ କୁଦିପଡ଼ିଲା। ସେ ଚିତ୍ ହୋଇ ତଳେ ପଡ଼ିଗଲେ। ବନ୍ଧୁକ ହାତରୁ ଛିଡ଼ିକି ଦଶ ହାତ ଦୂରରେ ପଡ଼ିଲା। ବିଲେଇ ତା ଛୁଆକୁ ବେକରୁ କାମୁଡ଼ି ନେଇଗଲା ପରି ବାଘ ଶିକାରୀଙ୍କ ବେକକୁ କାମୁଡ଼ି ଧରି ବଣଭିତରକୁ ପଶିଗଲା। ଲୋକଙ୍କ ହାହାକାର ଚିତ୍କାରରେ ସେ ଜାଗା କମ୍ପିଗଲା। ବାଘର ସେଥିପ୍ରତି ମୋଟେ ଖାତିର ନ ଥାଏ। ଆଗରୁ ବାଘକୁ ଦେଖି ନାରଣ ଗୋଟାଏ ଗଛ ଉପରେ ଚଢ଼ିଯାଇଥିଲା। ନାରଣ ସେ ଗାଁର ସର୍ଦ୍ଦାର। ସେ ଚାହିଁ ଦେଖିଲା, ବାଘ ଶିକାରୀଙ୍କୁ ନେଇ ଗୋଟାଏ ଛୋଟ ଢିପ ଉପରକୁ ଉଠିଲା। ତା ମୁଣ୍ଡରେ ହଠାତ୍ ବୁଦ୍ଧି ଖେଳିଗଲା। ସେ ଗଛରୁ ଓହ୍ଲାଇ ଆସି ଗାଁକୁ ଦଉଡ଼ିଲା। ଆଉ ଥରେ ଗାଁ ଲୋକଙ୍କୁ ଡାକି ଏକଜୁଟ କଲା। ତା କଥା ଅନୁସାରେ ଦୁଇ ଟିଣ କିରାସିନି ଓ ଠେଙ୍ଗାବାଡ଼ି ଧରି ଲୋକେ ପୁଣି ବଣ ଭିତରକୁ ଆସିଲେ। ଢିପଟା ଖୁବ୍ ଉଚ୍ଚ ଜାଗା, ତା ଉପରେ ପୁରୁଷେ ଉଚ୍ଚର ଘାସ ବଣ ଓ କଣ୍ଟାବୁଦା। ଖରା ଦିନ। ଜାଳ କରିବା ପାଇଁ ପାଖ ଆଖରେ ଘାସ ଓ ବୁଦାସବୁ କାଟି ଲୋକେ ପକାଇ ଦେଇ ଯାଇଥିଲେ। ସେ ସବୁ ଶୁଖି ରହିଥିଲା। ନାରଣ କଥା ଅନୁସାରେ ଲୋକେ ସେ ଜାଳଉପରେ କିରାସିନି ତେଲ ଢାଳିଦେଲେ; ଚାରିପାଖରେ ନିଆଁ ଲଗାଇଦେଲେ। ନିଆଁ ହୁ ହୁ ଜଳିଉଠିଲା। କ୍ରମେ ଢିପଆଡ଼କୁ ତାହା ମାଡ଼ିଗଲା। ବାଘ ନିଶ୍ଚିନ୍ତରେ ବସି ଶିକାରୀଙ୍କ ମାଂସ ଖାଉଥିଲା। ନିଆଁ ଧାସ ପ୍ରବଳ ହେବାରୁ ଉଠି ଚାରିଆଡ଼କୁ ଚାହିଁଲା। ଆଉ ଖାଇବ କଅଣ? କିପରି ସେଠାରୁ ପଳାଇଯିବ, ସେଥିପାଇଁ ଦଉଡ଼ ଧାପଡ଼ କଲା। ଯେଉଁ ପାଖକୁ ଗଲା, ସେ ପାଖରେ ନିଆଁ। ପଦାରେ ଲୋକମାନେ ପାଟି କରି, ବାଜା ଟିଣ ଆଦି ବାଡ଼େଇ ସେ ସ୍ଥାନଟା କମ୍ପାଇ ଦେଉଥାଆନ୍ତି। ବାଘ ବହୁତ ଏପାଖ ସେପାଖ ଦଉଡ଼ାଦଉଡ଼ି କଲା। ରାଗରେ ଗର୍ଜନ ଛାଡ଼ିଲା। ମାତ୍ର ଖସିଯିବାର ଉପାୟ ପାଇଲା ନାହିଁ। ନିଆଁ ଧାସ କ୍ରମେ ଯାଇ ତା ଦେହରେ ଲାଗିଲା। ଆଗରୁ ତ ଜାଲ ତା ଦେହଯାକ ଗୁଡ଼ାଇ ହୋଇ ରହିଥିଲା। ସେଥିରେ ନିଆଁ ଲାଗି ଯିବାରୁ ଚର୍ ଚର୍ ଜଳିଉଠିଲା। ସର୍ବାଙ୍ଗରୁ ରୁମତକ ସାଆଁରେଇ ହୋଇଗଲା। ପିଲାଏ ମୁଣ୍ଡବାଳଯାକ ଖିଅର ହୋଇ ପଡ଼ିଲେ ଯେପରି ଦେଖାଯାଏ, ତା ଦେହଟା ସେହିପରି ଦେଖାଗଲା। ସେ ଆଉ ସମ୍ଭାଳି ହୋଇ ରହିପାରିଲା ନାହିଁ। ପଦାକୁ ପଳାଇଯିବ ବୋଲି ଖୁବ୍ ଜୋରରେ କୁଦା ମାଇଲା। ମାତ୍ର ଠିକ୍ ନିଆଁ ଉପରେ ଆସି ପଡ଼ିଲା। ସେତେବେଳକୁ ତା ଅବସ୍ଥା ନୟାନ୍ତ। ତଳେ ନିଆଁ, ଉପରେ ଲୋକଙ୍କ ଠେଙ୍ଗାମାଡ଼। ସେ ବିଚରା ଆଉ କେତେ ସମ୍ଭାଳନ୍ତା? ସେହିଠାରେ ହିଁ ଦାନ୍ତ ନିକୁଟି ପଡ଼ିଗଲା। ସେତିକିବେଳେ ଗୋଟିଏ ବାର ତେର ବର୍ଷର ପିଲା ଆସି ତା ଉପରକୁ ରାଗରେ ଚାରି ଛଅଟା ଢେଲା ପକାଇଲା। ବାଘ ତା ଛେଳି, ଛେଳିଛୁଆ ଓ ବୁଢ଼ୀମାଆଙ୍କୁ ଖାଇଥିଲା।